ଆଦିବାସୀମାନେ ଅଧିକ ସତର୍କ ହେଲେଣି, ସେମାନଙ୍କୁ ସରକାରୀ ନଉକରମାନେ ଆଉ ଆଗଭଳି ସେତେ ଠକି ପାରୁନାହାନ୍ତି। ଏହି ସବୁକିଛି ଅବଶ୍ୟ ସତ। ମାତ୍ର ସେମାନଙ୍କର ନିଜ ବିଷୟରେ ସାହସ ଏବଂ ସମ୍ମାନବୋଧ ସନ୍ତୋଷଜନକ ଭାବରେ ବୃଦ୍ଧି ପାଇଛି କି? ସେହି ବଂଚିତମାନଙ୍କ ମଧ୍ୟରୁ କେହି ଶିକ୍ଷିତ ସ୍ୱେଚ୍ଛାସେବୀମାନଙ୍କ ସହିତ ନିଜକୁ ସମକକ୍ଷ ଭାବି ନିଜେ ମଧ୍ୟ ଜଣେ ସ୍ୱେଚ୍ଛାସେବୀ ହେବାକୁ ବାହାରି ଆସିଛି କି? ଅର୍ଥାତ୍ ନିଜର ଦରିଦ୍ର ଅବସ୍ଥାରେ କିଞ୍ଚିତ ଉନ୍ନତିବିଧାନ ମୋଟେ ସମାଧାନ ନୁହେଁ, ସମ୍ପୂର୍ଣ୍ଣ ସିଷ୍ଟମଟାକୁ ହିଁ ବଦଳାଇବାକୁ ହେବ- ସେମାନଙ୍କ ଭିତରୁ କେତେ ମଣିଷ ପ୍ରକୃତରେ ଏକଥା ହୃଦୟଙ୍ଗମ କଲେଣି-? ଅନ୍ୟପଟୁ ସେହିକଥାଟିକୁ କହିଲେ, ସ୍ୱେଚ୍ଛାସେବୀମାନେ କ'ଣ ଯଥେଷ୍ଟ ପରିମାଣରେ ଏତେ ତଳକୁ ପହଂଚି ପାରିଛନ୍ତି, ଯେପରିକି ଜଣେ ଆଦିବାସୀ ନିଜକୁ କେବଳ ଜଣେ ଦୀନ ହିତାଧିକାରୀ ବୋଲି ନଭାବି ସେମାନଙ୍କ ଭଳି ଜଣେ ସମର୍ଥ ମନୁଷ୍ୟ ଭଳି ହିଁ ଭାବିବ? ଏବେ ସେହି କଥାଟିକୁ କେହି ସର୍ବପ୍ରଥମ ଗୁରୁତ୍ୱ ଦେଉନାହାନ୍ତି। ହିତାଧିକାରୀମାନଙ୍କର ହିତ କରିବାକୁ ବେଉସା କରିଥିବା ଯାଏ ପରିବେଶଗୁଡ଼ିକ ଯେପରି ଭାବରେ ବଦଳୁ ବୋଲି ଆମ ସମ୍ବିଧାନରେ ସ୍ୱପ୍ନ ଦେଖାଯାଇଛି, ତାହା ସମ୍ଭବ ହୋଇପାରିବ କି? ଗୋଟିଏ ଗାଆଁରେ ଜାତିଭେଦ ନଥିବ, ସେହି ଗାଆଁର ପରିବେଶ ଜାତିଭେଦ ରହିଥିବା ଆଉ ଏକ ଗାଆଁର ପରିବେଶଠାରୁ ନିଶ୍ଚୟ ଅନ୍ୟ ପ୍ରକାରର ହେବ। ପ୍ରତ୍ୟେକ ସ୍ଥିତିରେ ମନୁଷ୍ୟମାନେ ଏକ ସମାଜରେ ହିଁ ବାସ କରୁଥାନ୍ତି। ସେହି ସମାଜର ପରିମଳଟି ଯେପରି ହୋଇଥିବ, ତାହାର ପରିବେଶ ମଧ୍ୟ ତାହାରି ଅନୁରୂପ ହେବାକୁ ବାଧ୍ୟ ହେବ। ଆମ ଗାଆଁ ଗୋଟିଏ ସମାଜ, ଆମ ସହର ଗୋଟିଏ ସମାଜ, ଆମର ଇସ୍କୁଲ ଓ କଲେଜମାନେ ଗୋଟିଏ ଗୋଟିଏ ସମାଜ। ଏହି ଅମଲାତନ୍ତ୍ର ଗୋଟିଏ ସମାଜ, ଏ ସରକାର ମଧ୍ୟ ଗୋଟିଏ ସମାଜ। ଏଗୁଡ଼ିକରେ ପରିବେଶଟି କେତେଦୂର ମନୁଷ୍ୟୋଚିତ ହୋଇ ରହିଛି କି ନାହିଁ, ଅର୍ଥାତ୍ ଜଣେ ଜଣେ ମନୁଷ୍ୟ ହିସାବରେ ସମସ୍ତଙ୍କୁ ସ୍ୱୀକୃତି ଦିଆଯାଉଛି କି ନାହିଁ, ତାହାରି ଉପରେ ହିଁ ପରିବେଶ ନିର୍ଭର କରିବ ହିଁ କରିବ। ଆମ ରାଜନୀତିଟା ସାମନ୍ତବାଦୀ ରୀତିରେ ଚାଲୁଥିବା ପର୍ଯ୍ୟନ୍ତ ଏହି ଦେଶରେ ରାଜନୀତିକ ପରିବେଶଟା ମଧ୍ୟ କଦାପି ସୁସ୍ତ ହୋଇପାରିବ ନାହିଁ। ନିୟମ କାନୁନ୍, ରୀତିବିଧି ସବୁ ରହିଥିବ, ଅଥଚ ବିଲୁଆମାନେ ଗଳି ଯିବାରେ ଲାଗିଥିବେ ଓ କାଳଟା ବୋକା ହୋଇ ଅନାଇ ରହିଥିବ। ରକ୍ଷକ ଥିବେ, ଅଥଚ ରକ୍ଷା ମିଳୁନଥିବ। ନ୍ୟାୟମାନେ ବହିରେ ଲେଖା ହୋଇ ରହିଥିବେ। ଅର୍ଥାତ୍ ମଣିଷ ମାତ୍ରକେ ସମସ୍ତଙ୍କୁ ନ୍ୟାୟ ମିଳିବା କ୍ଷେତ୍ରରେ ସବୁ ପସରଫାଟି ଯାଉଥିବ। ଆମ କାଶୀପୁରର କେତେ ଗାଆଁରେ ପିଲାମାନେ ଯେପରି କହନ୍ତି, ସେମାନଙ୍କ ଗାଆଁରେ ସରକାରୀ ଇସ୍କୁଲ ରହିଛି, ଗୁରୁମାନଙ୍କ ପାଖରେ ଖାତାପତ୍ର ବିହିତ ଭାବରେ ରହିଛି, ସେମାନେ ନିୟମିତ ଭାବରେ ଉପସ୍ଥାନ ଖାତାରେ ପିଲାମାନଙ୍କର ଉପସ୍ଥାନ ପକାଉଛନ୍ତି। ଏପରିକି ବର୍ଷକୁ ବର୍ଷ ପିଲାମାନେ କ୍ଲାସ ବି ଉଠି ଉଠି ଯାଉଛନ୍ତି। ସବୁ ହେଉଛି ମାତ୍ର ଇସ୍କୁଲ କେବେହେଲେ ଫିଟୁନାହିଁ। ଗୁରୁମାନେ ରାସ୍ତାକଡ଼ର ଢାବାରେ ରହୁଛନ୍ତି। ମାସକୁ ମାସ ବେତନ ଆଣି ଯାଉଛନ୍ତି, କୁଜି ହାକିମମାନଙ୍କୁ ବଟି ଦେଇ ସଂସାରଟାକୁ ନିରାପଦ ରଖିଛନ୍ତି। ତୁମର ଯଦି ହୃଦୟ ବୋଲି ପଦାର୍ଥଟିଏ ଥିବ, ତେବେ ତୁମେ ସେହି ପିଲାମାନଙ୍କୁ କଦାପି ଗଛ ବିଷୟରେ ଗୀତ ଫାନ୍ଦି ବୋଲାଇବ ନାହିଁ; ବରଂ ପିଲାମାନଙ୍କୁ ଧରି ଗୁରୁମାନେ ରହୁଥିବା ଢାବାକୁ ଯିବ ଏବଂ ସେଠାରେ ଧାରଣା ଦେଇ ବସିବ। ତେବେ ଯାଇ